ହଁ, ହଁ, ସେ ଏ ଘରୁ ଯାଉ… ମୁଁ କିଛି କହୁ ନାହିଁ ବୋଲି ଏକଦମ୍ ଏକଛତ୍ରବାଦ! ନାଃ… ସେ ସବୁ ଆଉ ଚଳିବ ନାହିଁ… ଦେବଦତ୍ତ ଆହୁରି କ'ଣ କହିବାକୁ ଯାଉଥିଲା… ଲତା ତା'ଡେଣା ଧରି ଘରୁ ଭିତରକୁ ଟାଣି ନେଇଗଲା……। ଜଗବଂଧୁ ସେମିତି ହାଁ କରି ଚାହିଁଛନ୍ତି? କ'ଣ ସେ ଶୁଣୁଛନ୍ତି? କ'ଣ ସେ ଦେଖୁଛନ୍ତି? ଯିଏ ଏତେ ବଡ଼ ବଡ଼ କଥା କହିଗଲା… ସେ କିଏ? ସେ କ'ଣ ଦେବଦତ୍ତ? ତାଙ୍କର ଅଲିଅଳ ବିଶିକେଶନ ପୁଅ ଦେବଦତ୍ତ? ତାଙ୍କର ସ୍ୱପ୍ନର, ସାଧନାର, ନିଷ୍ଠାର ପୁଅ ଦେବଦତ୍ତ? ଜୀବନସାରା ସେଇ ଅଣ-ନିଃଶ୍ଵାସୀ ଦୌଡ଼, ସେଇ ଟୋପା ଟୋପା ରକ୍ତ କ୍ଷରଣ ଯା'ଲାଗି, ଏ କ'ଣ ସେଇ ଦେବଦତ୍ତ? ନାଃ… ନାଃ… ହଁ… ହଁ…। ଜଗବଂଧୁଙ୍କ ମନରେ ଏକ ସଂଘର୍ଷର ଦୋଳନ। ସେଇ ସଂଘର୍ଷ ତାଡ଼ି ଦେଉଚି, ଏତେ ଦିନର, ଏତେ ଯୁଗର ସେଇ ଜମାବନ୍ଧା ବିଶ୍ୱାସର, ଭରସାର, ଶକ୍ତି ମୃତ୍ତିକାକୁ। ଛାତି ଭିତରେ ଭୂମିକମ୍ପ.. ପ୍ରବଳ… ଭୂମିକମ୍ପ… ମନ୍ଥି ଚକଟି ହୋଇ, ଘାଣ୍ଟି ହୋଇ ଯାଉଚି ପେଟ ଭିତରେ ବିଦୀର୍ଣ୍ଣ ହୋଇଚି ହୃତ୍ପିଣ୍ଡ। ସତେ କି ବାନ୍ତି ହୋଇଯିବ! ଆଖିକୁ ଦିଶୁନାହିଁ କିଛି… ପୁଣି ଦିଶୁଚି କେତେ ଅସଂଲଗ୍ନ ଚିତ୍ର… ଚାରି ପାଖରେ ମାଛମରା ଶୂନଶାନ୍ ନିର୍ଜନତା… ପୁଣି ଶୁଭୁଚି ଏ କି କୋଳାହଳ… କାହାର ଶବ୍ଦ… ଏ? ଓଃ, ଏ କି ପୀଡ଼ନ! ଏ କି ଘୂର୍ଣ୍ଣନ…! ମନେ ହଉଚି କଣ ଗୋଟାଏ, ଭୀଷଣ ଦାରୁଣ… ଅସ୍ତ୍ର, ତାଙ୍କ ଆତ୍ମାକୁ ଖୋଳି ଖୋଳି ସତେ କି ଏକ ଚେର ଓପାଡ଼ି ଫିଙ୍ଗି ଦେବାକୁ ନିର୍ମମ ହୋଇ ଉଠିଛି… ଅସହାୟଭାବେ ସେ ଖାଲି ସଂଘର୍ଷ କରୁଚନ୍ତି… ଚାରି ପାଖରେ ଏତେ ଲୋକ କିଏ? ତାଙ୍କୁ ଦେଖି ହସୁଚନ୍ତି… ଏ କାହାର ଭୀଷଣ ମୁହଁ? ସେ ମୁହଁରୁ ଝରୁଛି ଭୟାନକ ହସ, ହାଃ… ହାଃ… ହାଃ… କିଏ ହସୁଚି? କିଏ? ଦେବଦତ୍ତ? ମୁଁ ଦେବଦତ୍ତ ନୁହେଁ… ମୁଁ ମହାକାଳ… ପୁଣି ବିଭତ୍ସ ହସର ଧ୍ୱନି… ଏ କିଏ? ଫକୀର? ଫକୀର ମହାପାତ୍ର? ଓଃ… ତୁ ବି ଏଠି? ତା' ପରେ ପରେ ଆହୁରି କେତେ, ଆହୁରି କେତେ… ଓଃ… ଚିହ୍ନି ପାରୁନାହାନ୍ତି… ଜାଣି ପାରୁନାହାନ୍ତି-ଖାଲି ଅନ୍ଧାର… ତା ଭିତରେ ବିକୃତ, ଭୟଙ୍କର ଅଟ୍ଟହାସ… ଭୀଷଣ କଦାକାର ମୁହଁର ଭୃକୁଟୀ… ହେ ଭଗବାନ! ଏଇ କ'ଣ ଏଇ କଅଣ ବିଶ୍ଵରୂପ? ଜଗବଂଧୁ ଅନେକ ବେଳାଯାଏ ପାରାପେଟ୍ ଉପରେ ମୁଣ୍ଡ ନୁଆଁଇ ରହିଗଲେ। ଅନେକ ବେଳଯାଏଁ, ତାଙ୍କର ମନେ ହେଉଥିଲା ତାଙ୍କର ମଥା ଉପରଦେଇ ଗୋଟାଏ ମସ୍ତବଡ଼ ଝଡ଼ ବୋହିଗଲା। ତାଙ୍କର ମନ, ଆଶା, କଳ୍ପନା, ଦର୍ଶନ, ବିଶ୍ଵାସ ଓ ଚିନ୍ତା ସବୁକୁ ଛିନ୍ଛତ୍ର କରି ସବୁ ଭାଙ୍ଗି ରୁଜି ସେ ଚାଲିଗଲା। ତା, ଧକ୍କାରେ ତାଙ୍କୁ ଅତ୍ୟନ୍ତ ଦୁର୍ବଳ ଅସହାୟ, କ୍ଳାନ୍ତ ଲାଗୁଚି ସତ ତଥାପି ନିଜକୁ ଖୁବ୍ ହାଲ୍କା ଲାଗୁଚି, ନିର୍ମଳ ଲାଗୁଚି। ଜୀବନସାରା ସେ ଏତେ ସଂଘର୍ଷ କରିଥିଲେ। କେଉଁ ସଂଘର୍ସ ତାଙ୍କୁ ଏତେ ନିର୍ମଳତା, ଏତେ ମୁକ୍ତି ଦେଇ ନ ଥିଲା–ଅନ୍ତଃସ୍ତଳରେ ଲାଗିଥିଲା ଯେଉଁ ଆଘାତ… ଝରୁଥିଲା ଯେଉଁ ପୂଯରକ୍ତ… ଟୋପା ଟୋପା ସେ ସବୁ ଝରିଗଲାଣି। ଏବେ ହାଲ୍କା ଲାଗୁଚି ନିଜକୁ। ହାଲ୍କା କେତେ ଦିଶୁଚି ଆଜିର ଏ ଆକାଶ-ଚତୁର୍ଦ୍ଦିଗରେ ପକ୍ଷୀର ସୁମଧୂର କାକଳି… ଭଲ ଲାଗୁଚି… କେତେ ଭଲ ଲାଗୁଚି। ଆଉ ଏଇ ଭଲ ଲାଗିବାରେ ଆଖିର ଅଶ୍ରୁ ଆସୁଚି, ଜକେଇ